ମାତ୍ର ମୁଁ କରିବି କଅଣ? ମୁଁ ନାଚାର–ନିରୁପାୟ। ମୋ ପାଇଁ ମୁଁ ଭାବୁ ନାହିଁ। '' ଏହି ସମୟରେ ଘରର ବାହାର ପାଖରେ କାହାର ପାଦଶବ୍ଦ ଶୁଣାଗଲା। ଦୁହେଁଯାକ ଚମକିଉଠି ଦୁଆରମୁହଁ ଆଡ଼କୁ ଚାହିଁଲେ। ଦୁଆରମୁହଁ ଆରପାଖରେ ଯାହାର ଚେହେରା ଦେଖାଗଲା, ତାକୁ ଚାହିଁଦେବାକ୍ଷଣି ଏଟ୍ଟି ଭୟରେ କମ୍ପିଉଠିଲା। ସ୍ୱାଭାବିକ ପ୍ରେରଣାରେ ନିଜର ଅଜ୍ଞାତରେ ଯାଇ ମ୍ୟାକ୍ମାର୍ଡ଼ୋଙ୍କ ପଛପାଖକୁ ଲାଗି ଠିଆ ହୋଇଗଲା। ମାତ୍ର ପରକ୍ଷଣରେ ହିଁ ମନରେ କଅଣ ଭାବି ମୁହଁରେ ଟାଣିଓଟାରି ହସ ଫୁଟାଇଲା ଏବଂ ଆଗକୁ ଆସି ଆଗନ୍ତୁକକୁ ଅଭ୍ୟର୍ଥନା କରି କହିଲା, ''ଆସନ୍ତୁ, ଆସନ୍ତୁ ବଲ୍ଡ଼ୁଇନ! ମୁଁ ଭାବିଥିଲି, ଆପଣ ଆଜି ଆଉ ରାତିରେ ଆସିବେ ନାହିଁ। '' ବଲ୍ଡ଼ୁଇନ ନୀରବରେ ଘରମଧ୍ୟକୁ ପଶିଯାଇ ମ୍ୟାକ୍ମାର୍ଡ଼ୋଙ୍କୁ ଆଗ ଆପାଦମସ୍ତକ ଚାହିଁଦେଇଗଲା। ତା ପରେ ମୁଣ୍ଡରୁ ଟୋପିଟା ବାହାର କରି ଟେବୁଲ ଉରପକୁ ଫୋପାଡ଼ିଦେଲା। ଦାନ୍ତ ରଗଡ଼ି ପଚାରିଲା, ''ଏଇଟା କିଏ? '' ଏଟ୍ଟି ସଙ୍ଗେସଙ୍ଗେ କହିପକାଇଲା, ''ମୋର ଜଣେ ବନ୍ଧୁ। ଏବେ ଆସି ବାବାଙ୍କ ବୋର୍ଡ଼ିଂରେ ରହିଅଛନ୍ତି। ଆପଣଙ୍କ ମଧ୍ୟରେ ଚିହ୍ନାପରିଚୟ କରାଇଦେଉଛି। ଏ ହେଉଛନ୍ତି ମିଷ୍ଟର ମାକ୍ମାର୍ଡ଼ୋ। '' ମ୍ୟାକ୍ମାର୍ଡ଼ୋଙ୍କୁ ଚାହିଁ–''ଏ ହେଉଛନ୍ତି ମିଷ୍ଟର ଟେଡ଼ି ବଲ୍ଡ଼ୁଇନ। '' ମ୍ୟାକ୍ମାର୍ଡ଼ୋଙ୍କୁ ଚାହିଁ ବଲ୍ଡ଼ୁଇନ କହିଲା, ''ମିସ୍ ଏଟ୍ଟି ସହିତ ମୋର କି ସମ୍ପର୍କ, ତାହା ଆପଣ ବୋଧହୁଏ ଜାଣନ୍ତି। '' ଗମ୍ଭୀର ଭାବରେ ମାକ୍ମାର୍ଡ଼ୋ ଉତ୍ତରଦେଲେ, ''ଆପଣଙ୍କ ସଙ୍ଗେ ମିସ୍ ଏଟ୍ଟିର ଯେ କି ସମ୍ପର୍କ, ତା ତ ମୋତେ ଜଣା ନାହିଁ। '' ଟେଡ଼ି ବିଦ୍ରୂପ ସ୍ୱରରେ କହିଲା, ''ସତେ ନା? ତା ହେଲେ ଶୁଣନ୍ତୁ, ମିସ୍ ଏଟ୍ଟି ମୋର ଭାବୀ ସ୍ତ୍ରୀ, ବୁଝିଲେ ତ? ତା ପରେ ଯଦି ଆପତ୍ତି ନ ଥାଏ, ତେବେ ଆସନ୍ତୁ। ସାଙ୍ଗ ହୋଇ ବୁଲିଯିବା, ଟିକିଏ ହାଉଆ ଖାଇ ଆସିବା। '' ମ୍ୟାକ୍ମାର୍ଡ଼ୋ ପୂର୍ବଭଳି ଗମ୍ଭୀର ସ୍ୱରରେ କହିଲେ, ''ବର୍ତ୍ତମାନ ବୁଲିଯିବା ପାଇଁ ମୋର ଟିକିଏ ହେଲେ ଆଗ୍ରହ ନାହିଁ। '' ବିଦ୍ରୂପର ହସ ହସି ଟେଡ଼ି କହିପକାଇଲା, ''ତା ହେଲେ କଅଣ ମାଡ଼ପିଟ ଲଗାଇବୁ? '' ମ୍ୟାକ୍ମାର୍ଡ଼ୋ ଉତ୍ତରଦେଲେ, ''ସତ କହିବାକୁ ଗଲେ, ଏହା ବ୍ୟତୀତ ଆଉ କିଛି କରିବାକୁ ମୋ ମନ ହେଉ ନାହିଁ। '' ସେ ଦୁଇ ଜଣଙ୍କ କଥାବାର୍ତ୍ତାର ଭାବଭଙ୍ଗୀ ଦେଖି ଏଟ୍ଟି ଚିତ୍କାରକରି କାନ୍ଦିଉଠିଲା। ମ୍ୟାକ୍ମାର୍ଡ଼ୋଙ୍କ ଦୁଇ ହାତ ଧରିପକାଇ ସେ ବ୍ୟାକୁଳ ଭାବରେ କହିଲା, ''ନା ନା, ଏପରି କିଛି କର ନାହିଁ, ତୁମ ଗୋଡ଼ତଳେ ପଡ଼ୁଛି। '' ହଠାତ୍ ଏଟ୍ଟି କଥାରେ ଓ କାର୍ଯ୍ୟକଳାପରେ ଏଭଳି ଅନୁରାଗପୂର୍ଣ୍ଣ ଆଭାସର ସୂଚନା ପାଇ ଟେଡ଼ିର ଆହତ ମନ ବ୍ୟାଘ୍ର ପରି ଫୁଲିଉଠିଲା। ସତେ ଯେପରି ତା ଦୁଇ ଆଖିରୁ ଅଗ୍ନିସ୍ଫୁଲିଙ୍ଗ ଛିଟିକି ଆସୁଛି। ''ସତେ! ଏହା ଭିତରେ ଏତେ ଦୂର କଥା ଚାଲିଗଲାଣି? ତେବେ ତ ବର୍ତ୍ତମାନ ସାଙ୍ଗେସାଙ୍ଗେ ଏହାର ଗୋଟାଏ ସମାଧାନ ହୋଇଯିବା ଉଚିତ। ଟିକିଏ ପଦାକୁ ଚାଲିଆ ତ। '' ଏହା କହି ଟେଡ଼ି ଦୁଇ ହାତର ଜାମା କହୁଣି ଉପରକୁ ଟେକିବାକୁ ଲାଗିଲା। ''ତୋ ପରି ଗୋଟାଏ ଜନ୍ତୁ ସାଙ୍ଗରେ ମାଡ଼ଗୋଳ ଲଗାଇ ମୁଁ ମୋ ହାତ ମଇଳା କରିବାକୁ ଇଚ୍ଛା କରେ ନାହିଁ। '' –ମ୍ୟାକ୍ମାର୍ଡ଼ୋ ଜବାବ ଦେଲେ। ଟେଡ଼ି କ୍ରୋଧରେ ଘନଘନ ନିଃଶ୍ୱାସ ଛାଡ଼ିଲା। ତାହାର ସର୍ବଶରୀର ସତେ ଯେପରି ଫୁଲିଉଠିଲା। କହୁଣି ଉପରକୁ ଜାମା ଟେକିଦେଇ ସେ ମ୍ୟାକ୍ମାର୍ଡ଼ୋ ଆଡ଼କୁ ଡାହାଣ ହାତଟା ବଢ଼ାଇଦେଲା। କହିଲା,